ବେଳେ ବେଳେ ତାକିବା କରି କହେ-''ଦେଖ୍ ଲୋକା! ଯଦି ତୋର କାମ କରିବାର ଇଚ୍ଛା ଅଛି ତେବେ କାମ କର ନ ହେଲେ ସିଧା ସିଧା ଏ ଘର ଛାଡ଼ି ଚାଲିଯା '' ଥରିଉଠେ ଲୋକନାଥ ଚାରି ମାସ ହେଲା ଶାନ୍ତନୁଙ୍କଠାରୁ ଗୋଟିଏ ହେଲେ ପଇସା ନେଇନି ସେ। ମନେ ମନେ କେତେ କଳ୍ପନା କରିଛି- ଏକାଥରେ ସବୁ ପଇସା ନେଇ ପୁଆଣୀ ଘର କରିବ। ଗରିବ ଲୋକ ସେ ନିମନ୍ତ ପାଇଁ ପଇସା ପାଇବ କାହୁଁ ଏକାବେଳେ। ମଣିଷ ପ୍ରତି ମୋହ ନାହିଁ ଲୋପାମୁଦ୍ରାର। ମଣିଷତା ପ୍ରତି ତା'ର ମୋହ। ଉପର ମଣିଷକୁ ଦେଖିବାକୁ ସେ ଘୃଣା କରେ। ହେଲେ ଭିତର ମଣିଷ ତା'ର ଦେବତା। ସବୁ ଜିନିଷର ଗୋଟିଏ ବାହାର ଆଉ ଗୋଟିଏ ଭିତର ଅଛି। ଠିକ୍ ଏ ଦୃଷ୍ଟିରୁ ଚନ୍ଦାବତୀ ବାହାରର ଆଉ ଲୋପାମୁଦ୍ରା ଭିତରର ମଣିଷ। ସେଦିନ ସକାଳର ଚାହା ଖାଉ ଖାଉ ଚନ୍ଦ୍ରାବତୀ କହିଲା ଦେଖୁଛ ଲୋପା! ଲୋକନାଥଟି କେଡ଼େ ସରଳ ପିଲା। ମନ ଭିତରେ ପର ଆପଣାର ଭେଦ ନାହିଁ। ବାବୁ ଘରେ ଅଛି ବୋଲି ସନରେ ବି ଟିକେ ଡର ନାହିଁ। ବାଧା ଦେଇ ଲୋପାମୁଦ୍ରା କହିଲା-''ନାଁ ଚନ୍ଦ୍ରାଅପା! ଏ ମଣିଷଙ୍କୁ ମୁଁ ଭଲପାଏ ନାହିଁ-। ନିଜ ଗୋଡ଼ରେ ଯେଉଁମାନେ ନିଜେ ଠିଆ ନ ହୋଇ ପାରନ୍ତି ମୁଁ ସେମାନଙ୍କୁ ଘୃଣା କରେ-। ଲୋକନାଥ ପୂଝାରୀ। ହେଲେ ବିନା ବରାଦରେ କିଛି ବୋଲି କିଛି କରି ପାରିବ ନାହିଁ। ଏମିତି ଲୋକ ଥାଇ କେତେ ବା ନ ଥାଇ କେତେ? '' ହଠାତ୍ ଉଠିପଡ଼ି ନିଜର କୋଠରୀକୁ ଚାଲିଗଲା ଚନ୍ଦ୍ରାବତୀ। ଆଖି କୋଣରେ ହୁଏତ ଜରେଇ ଉଠିଥିଲା ଧାରଟିଏ ଲୁହ। ଆଖିରେ ଗୁଣ୍ତି ପଡ଼ିଲା ବୋଲି ବାହାନା କରି ଚାଲି ଯାଇଥିଲା ଚନ୍ଦ୍ରାବତୀ। ''ନିଜ ଗୋଡ଼ରେ। ଯେଉଁମାନେ ନିଜେ ଠିଆ ନ ହୋଇ ପାରନ୍ତି ମୁଁ ସେମାନଙ୍କୁ ଘୃଣା କରେ। '' କଥା ପଦକ ବାରମ୍ୱାର ଚନ୍ଦ୍ରାବତୀର ମନ ଭିତରେ ଘେରଖାଇବାକୁ ଲାଗିଲା। ତେବେ କ'ଣ ମୋତେ ଘୃଣା କରେ ଲୋପାମୁଦ୍ରା? ହଁ ମୁଁ ପରାଶ୍ରିତା ପର ଅନ୍ନରେ ପ୍ରତିପାଳିତା ନିଶ୍ଚୟ ଘୃଣା କରୁଥିବ ଲୋପାମୁଦ୍ରା। କୋହରେ ଫାଟି ପଡ଼ିଲା ଚନ୍ଦ୍ରାବତୀର ହୃଦୟ। ଆଉ ଠିଆ ହୋଇ ପାରିଲାନି ସେ। ରାତିର ଅନ୍ଧାରରେ ନଈର ସେପାଖରେ ଥାଇ ଚକୁଆ ଯେମିତି ବିକଳରେ ବିଳାପ କରେ-ସେମିତି ବିଳାସ କରି ଉଠିଲା ଚନ୍ଦ୍ରାବତୀ। ଏ ବିଳାପ କିନ୍ତୁ ଶୁଭିଲାନି ଅନ୍ୟକୁ। ଏ ଯେ ମନର ବିଳାପ। କଟକ ଆକାଶ ସହିତ ଲୁଚକାଳି ଖେଳି ଠିକ୍ ଖପୁରିଆ ଶିଳ୍ପାଞ୍ଚଳ ଆଡ଼ୁ ଗଜହାତୀ ଭଳି ଢଳି ଢଳି ଆସୁଥାଏ ମାଘମାସିଆ ସଞ୍ଜ। ଦୋ' ମହାଲା କୋଠରୀର ଝରକା ନିକଟରେ ଠିଆ ହୋଇ ସେ ଆଡ଼କୁ ଚାହିଁ କେତେ କ'ଣ ଭାବୁଥାଏ ଚନ୍ଦ୍ରାବତୀ ଏଇ ସଞ୍ଜ ଅନେକ ଦିନର ପୁରୁଣା ସଞ୍ଜ ଆଜି ଆସୁଛି ନୂଆ ହେଇ। କିନ୍ତୁ ପ୍ରାଣରେ ପୁଲକ ନାହିଁ ଛାତିରେ ମୋହ ନାହିଁ ଅଛି କେବଳ ନିର୍ଲପ୍ତ ଭାବାବେଗ। କାହା ହାତର ପରଶ ପାଇ ଶିହରି ଉଠିଲା ଚନ୍ଦାବତୀ। ତେବେ କ'ଣ ସାମାନ୍ୟ ପଦେ ଦୁର୍ବଳ କଥା ପାଇଁ ଦେହ ଛୁଇଁବାର ସାହସ କରିଛି ଲୋକନାଥ? ନାଁ ଚୂର୍ଣ୍ଣ କୁନ୍ତଳରୁ ବଢ଼ିଲା ଝିଅର ଲାଳିତ୍ୟ ଖୋଜୁଛି ଲୋକନାଥ। ଚନ୍ଦ୍ରାବତୀର ଚୂର୍ଣ୍ଣକୁନ୍ତଳରୁ ଅପତ୍ୟ ସ୍ନେହର ମାଦକତା ଖୋଜୁଛନ୍ତି ଶାନ୍ତନୁ ମୂକ ବଧୀର ପାଷାଣ ଭଳି ଠିଆ ହୋଇଥିଲା ଚନ୍ଦ୍ରାବତୀ ଆଶ୍ଚର୍ଯ୍ୟ ହେଲେ ଶାନ୍ତୁନୁ ଏ କ'ଣ ମା, ଏମିତି ଠିଆ ହୋଇ କ'ଣ ଭାବୁଛୁ? ଚନ୍ଦ୍ରାବତୀ ଜାଣେ କଥାକୁ ଯେତେ ବୁଲାଇ ଦେବାକୁ ଚାହିଁଲେ ମଧ୍ୟ ଛାଡ଼ି ଦେବେନି ଶାନ୍ତନୁ। ବାରବାର କରି ସେ ପଚାରିବେ ନାନା କଥା। ତାହା ହିଁ ହେଲା। ଶାନ୍ତନୁ ଜିଦ୍ଧରି ବସିଲେ କଥା କ'ଣ ଜାଣିବାକୁ। କାତର କଣ୍ଠରେ ଅନୁଜୟ କଲାଭଳି ଚନ୍ଦ୍ରାବତୀ କହିଲା-''ମୋର ଗୋଟିଏ ସାମାନ୍ୟ ଅନୁରୋଧ ରଖିବେ? ତାହାହେଲେ ମୁଁ ଭାବିବି ଆପଣ ହିଁ ବାସ୍ତବିକ୍ ମୋର ବାପା ବଦଳି ବାପା। '' ଗମ୍ଭୀର ହୋଇ ଠିଆ ହୋଇ ଶାନ୍ତନୁ କହିଲେ-କ'ଣ କହିବ କୁହ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ପାଳନ କରିବାକୁ। ଆନନ୍ଦରେ ନାଚିଉଠି ଚନ୍ଦ୍ରାବତୀ କହିଲା-''ମୁଁ ଜାଣେ ଆପଣ ନିଶ୍ଚୟ ପାରିବେ। '' ପୁଣି ଥରେ ଶାନ୍ତନୁ କହିଲେ-''ପ୍ରଥମେ କୁହ '' ସେମିତି ଅଳି କରିବା ଭଙ୍ଗୀରେ ଚନ୍ଦ୍ରାବତୀ କହିଲା-''ମୋତେ ଖଣ୍ଡିଏ ଚାକିରୀ ଯୋଗାଡ଼ କରିଦେଇ ପାରିବେ?